କହିଲେ – କିଛି ଯଦି ଅସୁବିଧା ନ ହୁଏ ତେବେ ମୋ ପାଇଁ କିଛି ଜଳଖିଆ ତିଆରି କର ଭୀମ। ମୁଁ ଭାବୁଛି, ଆଜି ରାତିରେ ଏଇଠାରେ ଶୋଇଯିବି। ଭୀମର ଆଖି ଯୋଡ଼ିକ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା। କହିଲା, ଅସୁବିଧା କାହିଁକି ହେବ ବାବୁ। ମୁଁ ଏଇକ୍ଷଣି ଯାଇ ସବୁ ତିଆରି କରିଦେବି। ଚାଲି ଯାଉଥିଲା ଭୀମ, ମନୋରଞ୍ଜନ ପଛରୁ ଡାକି କହିଲେ ଶୁଣ ଭୀମ! ଏଇ ଯେଉଁ ପାଖ ଘରଟା ଦେଖୁଛି, ସେଇ ଘରେ ତୁମେ ଆଜି ଶୁଅ। ସାମାନ୍ୟ କ୍ଷଣ ପାଇଁ ଇତସ୍ତତଃ ହୋଇ ପୁଣି କହିଲେ ବୋହୂକୁ ମଧ୍ୟ ସେଇ ଘରେ ଶୋଇବାକୁ କୁହ। ଅନ୍ୟମନସ୍କ ହେଲା ପରି କହିଲେ ପିଲାଲୋକ କି ନା। ଏଇ କଥା ଟିକକ ପାଟିରୁ ବାହାରିବା ସଙ୍ଗେ ସଙ୍ଗେ ସମ୍ବିତ ଫେରିଲା ଡାକ୍ତରଙ୍କର। ସାଙ୍ଗେ ସାଙ୍ଗେ ମୁହଁ ବୁଲାଇ ଲେଉଟି ଆସିଲେ ସିଏ ରୋଗୀ ପାଖକୁ। ଆଉ ତାଙ୍କର ସେଇ କଥା ଶୁଣି ଚମକି ଉଠିଲା ଭୀମ। କେଜାଣି କାହିଁକି ମନ ତା'ର ହଠାତ୍ ବାହୁନି ଉଠିଲା। ଆଖିରେ ତା'ର ଓହ୍ଲାଇ ଆସିଲା ସନ୍ଦେହର ଏକ କୃଷ୍ଣଛାୟା। କ୍ଷଣକ ଲାଗି ସ୍ତବ୍ଧ ହୋଇଗଲା ଭୀମ। ତା' ପରେ, ପାଦ ଗଣି ଗଣି ଆଗେଇ ଗଲା ସିଏ ରୋଷେଇ ଘର ଆଡ଼କୁ। ନିଝୁମ ହୋଇ ଶୋଇ ରହିଛନ୍ତି କନକନାରାୟଣ ଚୌଧୁରୀ। କିଛି ଜଳଖିଆ ଖାଇ ଗୋଟିଏ ଆରାମ ଚେୟାରରେ ବସି ରହିଛନ୍ତି ଡାକ୍ତର ମନୋରଞ୍ଜନ। କି ଗୋଟେ ମ୍ୟାଗାଜିନ୍‌ରେ ଆଖି ବୁଲାଉଛନ୍ତି ସିଏ। ବୁଲୁ ବୁଲୁ ଚମକି ପଡ଼ିଲେ ଡାକ୍ତର। ମୁହଁ ଫେରାଇ ଚାହିଁଲେ ସିଏ କନକନାରାୟଣଙ୍କ ମୁହଁକୁ। କ୍ଳାନ୍ତି ଯୋଡ଼ିଏ ବିପନ୍ନ ଆଖି ମେଲି ତାଙ୍କରି ଆଡ଼େ ଚାହିଁ ରହିଛନ୍ତି ମଉସା ମନୋରଞ୍ଜନଙ୍କ ମୁହଁକୁ। ମନୋରଞ୍ଜନ ବି କ୍ଷଣେ ଚାହିଁଲେ ତାଙ୍କର ମୁହଁକୁ। ସାଙ୍ଗେ ସାଙ୍ଗେ ପୁଣି ସେ ଆଖି ଫେରାଇ ନେଇ ଚାହିଁଲେ ହାତ ଘଡ଼ିକୁ। ସାଢ଼େ ବାରଟା। ମଉସା ସାଢ଼େ ପାଞ୍ଚଟାରୁ ଶୋଇଥିଲେ। ଏତେବେଳକୁ ନିଦ ତାଙ୍କର ଭାଙ୍ଗିଲା। ଘଡ଼ିରୁ ଆଖି ଫେରାଇ ନେଇ ଚାହିଁଲେ ଡାକ୍ତର କନକନାରାୟଣଙ୍କର କ୍ଳାନ୍ତ ଶୀର୍ଣ୍ଣ ମୁହଁ ଆଡ଼କୁ। ପୁଣି ଆଖି ବୁଜି ଦେଇଥିଲେ କନକନାରାୟଣ। ଡାକ୍ତର ଦେହରେ ତାଙ୍କର ହାତ ମାରି ଦେଖିଲେ ଜ୍ୱର କମିଛି, ଅନେକ କମିଛି। ପୁଣି ଡାକି ଉଠିଲେ କନକନାରାୟଣ ବୁଲୁ। ଆଖିରେ ମମତାର ପ୍ରଦୀପ ଜାଳି ଚାହିଁଲେ ଡାକ୍ତର କନକନାରାୟଣଙ୍କ ମୁହଁକୁ। ପ୍ରାୟ ସେ ଝୁଙ୍କି ପଡ଼ିଲେ ତାଙ୍କର ଛାତି ପାଖକୁ। ଗଳାରେ ଆଗ୍ରହ ଭରି ପଚାରିଲେ ମତେ କିଛି କହିବ ମଉସା? ରହି ରହି ରିଟାୟାର୍ଡ ଏସ୍. ପି. ଚୌଧୁରୀ ସାହେବ କହିଲେ କହିବି, ବହୁତ କିଛି କହିବି। ତା' ଆଗରୁ ଗୋଟେ କଥା ପଚାରିବି। ଆଚ୍ଛା, କୁହ ତ ବୁଲୁ, ଦୋଷର କ'ଣ କ୍ଷମା ନାହିଁ? ଅଛି ମଉସା, ନିଶ୍ଚୟ ଅଛି। ମନୋରଞ୍ଜନଙ୍କ ଗଳାରେ ଅସୀମ ଆଶ୍ୱାସ। ଆଖି ବୁଜି ରଖି ଚୌଧୁରୀ ସାହେବ କହିଲେ ତେବେ ଛାୟା କାହିଁକି ମତେ କ୍ଷମା କଲେନି କୁହ ତ? ଯେତେ କ୍ଷମା ମାଗିଲେ ବି ସେ ଖାଲି କାନ୍ଦୁଛନ୍ତି। କ୍ଷମା କଲେ ସେ ତ ହସନ୍ତେ ଆଉ କାନ୍ଦୁଛନ୍ତି କାହିଁକି? ତା' ମାନେ କ'ଣ ଏଇଆ ନୁହେଁ ଯେ ସେ ମତେ କ୍ଷମା କରି ପାରୁନାହାନ୍ତି। ବିପନ୍ନ ହସିଲେ ଡାକ୍ତର ବୁଝିଲେ ନିଭିଲା ଦୀପ ତେଜି ହୋଇ ଜଳି ଉଠିଛି। ଗପନ୍ତୁ, ଯେତେ ଗପିବେ ଆଜି ଗପନ୍ତୁ। ସେ ଆଜି ଆଦୌ ବାଧା ଦେବେନି। ହୃଦୟ ପେଡ଼ିରେ ଯେତେ ଦୁଃଖ, ଯେତେ ବେଦନା, ଯେତେ ଗୋପନତାର ଯନ୍ତ୍ରଣା ଆଜି ପର୍ଯ୍ୟନ୍ତ ଜମା ହୋଇ ରହିଛି, ସବୁ ସେ ନିଜ ହାତରେ କାଢ଼ି ଗୋଟି ଗୋଟି କରି ବୁଣି ଦିଅନ୍ତି କାହାରି ନା କାହାରି ଆଗରେ। ତହିଁରେ ବିକ୍ଷୁବ୍ଧ ଆତ୍ମା ତାଙ୍କର ନିଶ୍ଚୟ ସାନ୍ତ୍ୱନା ଲଭି ମୁକ୍ତି ପାଇବ। ନା ବାଧା ସେ ଦେବନି। କାରଣ ସେଇ ଓଜନିଆ ପେଡ଼ି ଧରି ବୃଦ୍ଧ କନକନାରାୟଣ ଆଦୌ ଚାଲି ପାରିବେନି ପରପାରିର ଯାତ୍ରାପଥରେ। ମହାଯାତ୍ରୀ ଆଜି ଝାଡ଼ି ପକାନ୍ତୁ ତାଙ୍କର ମନର ବୋଝକୁ। ବୁଲୁ ଆଜ୍ଞା। କଡ଼ି କାଠରେ ଆଖି ରଖି କନକନାରାୟଣ କହିଲେ ମୋ ଅପରାଧର କଳନା ନାହିଁ। ମଣିଷ ଉପରେ ମଣିଷ ଏତେ ଦୁଃଖ ଲଦି ପାରେ? ଛାୟାର ଟିକି ଦେହ ମନ ଉପରେ କେଡ଼େ ଦୁଃଖ ଯନ୍ତ୍ରଣାର ବୋଝ ମୁଁ ନ ଲଦି ଦେଲି କହିଲ। ହେଇ, ସେଦିନ ସେଦିନ ମାନେ ଅନେକ ଦିନ ତଳର କଥା, କେଜାଣି କେବେକା କଥା ମନେ ପଡ଼ୁନି। ଯାହାହେଉ ତଥାପି ସେଦିନ ଏଇ ଘରେ ଜମା ହୋଇଥିଲେ ଅନେକ ଲୋକ। କେହି କିନ୍ତୁ କିଛି ଜାଣି ପାରିଲେନି। କେହି ତାକୁ ଚିହ୍ନି ପାରିଲେନି। ହଁ, ହଁ, ମନେ ପଡ଼ିଛି। ଦେଢ଼ ବର୍ଷ ତଳର କଥା। ଏ ଘରକୁ ଆସିଥିଲା ଗୋଟିଏ ସନ୍ନ୍ୟାସୀ। ମଥା ଉପରେ ତା'ର ଏତେ ବଡ଼ ଜଟା ଭାର, ବିଶାଳ ଛାତିଟା ତା'ର ଘୋଡ଼ାଇ ହୋଇ ଯାଇଥିଲା ମସ୍ତ ବଡ଼ ବଡ଼ ଦାଢ଼ି ତଳେ।